ଏମିତି ମିଛରେ ଯେଉଁମାନଙ୍କର ଜୀବନ ଗଢ଼ା ସେଇ ଲେଖୁଛନ୍ତି ଓଡ଼ିଆ ସାହିତ୍ୟ। ମନ୍ଦ କ'ଣ? କେହି ଲେଖକ ତାହାର ସ୍ତ୍ରୀ'କୁ ଛାଡ଼ପତ୍ର ଦେଇ ନାହିଁ ଅବା ସ୍ତ୍ରୀ ତାହାର ଲେଖକ ସ୍ୱାମୀକୁ ଛାଡ଼ି ପାନେ ହଲାପଟା କରିନାହିଁ। ଭାରି ମଜ୍ଜାଦାର ଜୀବନ। ଗୋଟାଏ ପ୍ରତିଭାର ଅଧିକାରୀ। ଆଉ ଜଣେ ସେହି ପ୍ରତିଭାର ଘରଣୀ। ଏହି ଦୁହିଙ୍କର ସମନ୍ୱୟରେ ଯେଉଁ କୁଣ୍ତାପିଠା ତିଆରି ହୁଏ ତା'କୁ ଆମେ ପାଠକମାନେ ନ ଖାଇଲେ ଏଣେ ଲେଖକ ଆମକୁ ଗାଳି ଦଉଛି-ଓଲୁ, ପଠା, ହୁଣ୍ତା। ମୁଁ ଏତେ ବହିରୁ ରସ ନିଗାଡ଼ିଲି। ସେ ରସ ତାଙ୍କର ପାଠକ ସମାଜରେ ଚହଳ ପକାଇ ଦେଲା। ଆଉ ଏହି ଓଡ଼ିଆପାଠକ କହୁଛି ଯେ ହେଲା ନାହିଁ। ଆଉ ଟିକିଏ ଜନ ସାହିତ୍ୟ ଭିତରକୁ ଗଲେ ଅନେକ କଥା ଶୁଭେ। ସହି ଅଣ୍ଟିଲା ନାହିଁକି? -ଆରେ ପୋଲା ଦେହ ପାଇଛୁ କି? ପକା ମଶୁଣି ଫିଟା କଛା ଯେଉଁ ପୁରୁଷକୁ ଯେତେ ଇଚ୍ଛା-ସେଇଟାକୁ ଦେଖିଲେ ମୋର ବ୍ରହ୍ମ ଚଳେ। ଗାଧୋଇ ଆସିବ ଆଉ କହିବ କିରେ ମୁଣ୍ତବୁଲା ଲୁଚିଲୁଣି କି? ଏହି ସବୁ କଥା ଓ କାହାଣୀ ଜନପଦ ସମାଜର ବା ଜନ ସମାଜର ବା ଅଣପାଠୁଆ ବେଗର ଚଷମା ସମାଜର ଭାରତରଙ୍ଗ। ଏକଥା ସରକାରୀ ଫାଇଲ ଭିତରକୁ ଆସିପାରେ ନାହିଁ। ତେଣୁ ସଚିବାଳୟର କର୍ମଚାରୀଙ୍କର କଲମ ଉପରକୁ ମଧ୍ୟ ଆସି ପାରୁନାହିଁ। ଚାକିରିଆ ଜାଣେ ତାହାର ଚାକିରି କଥା-ଫାଇଲ ପତ୍ର କଥା। ତେଣୁ ସେ ବୁଦ୍ଧୁଗିରି ହେଉ ବା ବୌଦ୍ଧିକତା ହେଉ ଲେଖିଯାଏ ମାନବିକତା ବିଷୟରେ। ଲେଖାର ଲେଖକ ଯଦି ନିଜେ ଜଣେ ଗୁଣାତ୍ମକ ମାନବ ନ ହୋଇ ଗୁଣବାଚକ ମାନବ ହୋଇଥାଏ ତାହାହେଲେ ମାନବିକତାର ଭାଗବତ ସେ ଅବା କ'ଣ ଲେଖିବ? ସେ ନିଜେ କହେ-ମୁଁ ବଡ଼। ମୋର ଦରମା ବେଶି। ମୋର ଦାୟିତ୍ୟ ଅଧିକ। ମୋର ବୁଝିବା ଶକ୍ତି ବହୁତ ଅଧିକ। ମୁଁ ନ ଥିଲେ ତମେ ଗାଉଁଲିଯାକ ମରି ହଜି ଯାଆନ୍ତଣି। ତମେ ଓ ମୁଁ କ'ଣ ସମାନ? ସତରେ ଅମଲାତନ୍ତ୍ରର ଲୋକ ଓ ଗଣତନ୍ତ୍ରର ନାଗରିକ କ'ଣ ସମାନ? ଆମ ଭିତରେ ଯିଏ ଚାକିରି ଛାଇରେ ପାଲିସ୍ ହୋଇ ଚଉକି ମଣ୍ତନ କରନ୍ତି ସେମାନେ କ'ଣ ଆମ ସାଙ୍ଗରେ ସମାନ।? ଏଇ ଓଡ଼ିଶାର ଝାଞ୍ଜି, ଖରା, ବର୍ଷା, ବତାସ କ'ଣ ତାଙ୍କୁ ଓ ଆମକୁ ଏକାପରି ବ୍ୟସ୍ତ କରେ? କବି ସୀତାକାନ୍ତ ମହାପାତ୍ର କିଲଟରଙ୍କ ସହିତ କ'ଣ କବି ଏକାଦଶୀ ପ୍ରସାଦ ବୋଇତାଇ ସମାନ? କେଉଁଥିରେ? ଦରମା, ଶିକ୍ଷା, ପଦପଦବୀ, ଉନ୍ନତିର ଆଶା ନା ପ୍ରତିଭା-କେଉଁଥିରେ? ଲୋକେ କହନ୍ତି ଯେ ପ୍ରତିଭାର ଏହି ପାତର ଅନ୍ତର ନାହିଁ। ସେମାନେ ତାଙ୍କର ବୋହୂକୁ ଆଣି ବାବୁଆଣୀ ପାଖରେ ଠିଆ କରି ନିଜର ଆଖିକୁ ପଚାରନ୍ତୁ-ରୂପ ବି ପାତର ଅନ୍ତର କରିଦିଏ। ଯାହା ଘରକୁ ଦିନକୁ ଶହେ ପଚାଶ ଆସେ ସେହି ଘରଣୀର ରୂପ ତାହାର ପଡ଼ୋଶୀ ଘରଣୀର ରୂପଠାରୁ ସରସ। କାରଣ ପଡ଼ୋଶୀ ଘରକୁ ଦିନକୁ ମୋଟେ ସାତ ପାଞ୍ଚ ଆସେ। ତେଣୁ ରୂପ ଓ ଚେହେରା ବଦଳିଯାଏ। ସାହିତ୍ୟିକର ଦୃଷ୍ଟିକୋଣରୁ ତମେ ଓ ମୁଁ ସମାନ। ସମସ୍ତେ ସମସ୍ତଙ୍କ ସାଙ୍ଗରେ ସମାନ-। ହୋଇପାରେ-ପାଠକମାନେ ହୁଡ଼ି ଯାଉଛନ୍ତି। ଲେଖକମାନେ ଦଣ୍ତିରେ ଠିକ୍ ତଉଲ କରିଦେବେ-। କିଏ ୟା'କୁ ଆମର ଓଡ଼ିଆ ସାହିତ୍ୟରେ ପ୍ରମାଣ କଲା? କବି ନିର୍ମଳା ଦେବୀ, ଗାଳ୍ପିକ ସୀତାଦେବୀ ଖାଡ଼ଙ୍ଗା, ଉପନ୍ୟାସକାର କାହ୍ନୁଚରଣ, କୁଳପତି ଉତ୍କଳ ବିଶ୍ୱବିଦ୍ୟାଳୟ ନା